ମୁଣ୍ଡ ଭିତରେ ଚିନ୍ତାର ଗତି ସେଥିରେ ସେତେ ଅବିକଳ ଫୁଟି ଉଠିଚି। ଶାମ ଶତପସ୍ତି ଘର ସଳଖରେ ହେଇଛନ୍ତି, କିଏ ଜଣେ ମାଇପି ଲୋକ। ତାଙ୍କ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଯାଇ ଚାଲିଟା ତାଙ୍କର ବନ୍ଦ କରିଦେଲା। –କିଏ ମା, କିଏ, ଉଠ୍ ଉଠ୍, ମୁଁ ତ ଚିହ୍ନି ପାରୁନାଇଁ–ଉଠ୍ ମା, କଥା କଣ–? ହରିବଡ଼'ପା ମାଇପିଟିକୁ ତଳୁ ଉଠିଯିବା ଲାଗି ଏଇତକ କଥା କହିଲେ। ସ୍ତ୍ରୀ ଲୋକଟି ଦରଉଠା ହେଇଚି, ବଡ଼'ପା ହଠାତ୍ ଚିହ୍ନି ପକେଇଲେ–କିଏ ଅପନି! କଣ, କଥା କଣ–? ବୋଲି କହି ଉଠିଲେ। –ତମେ ଥାଉ ଥାଉ ମୁଁ କଣ ଭାସି ଯିବି ମଉସା–? –କଣ, କଥା କଣ? ସେଇ ଦୁରୁଜା ତ ମତେ ଖଣ୍ଡେ ପିଠି ନୁଚେଇ ପିନ୍ଧିବାକୁ କି ପେଟ ପୁରେଇ ମୁଠା ଖାଇବାକୁ ଦେଲା ନେଇଁ। ପୁଅଟିଏ ତ ମେଣ୍ଢେଇ ଦେଇ ମତେ ସମସ୍ତେ ହରଡ଼ ଘଣାରେ ପକେଇ ମାଇଲେ; ଆଉ, ତମେ ଥାଉଥାଉ ମୁଁ ଏ ରାଜ୍ୟରୁ ଗଲେ କଣ ଭଲ ହେବ? ମୋର କଣ ନାଇଁ, ସେ ବେହେରା କଣ ନ ରଖି ଯାଇଚି? –ପାନ ଗୁଆ ତ ଦେଖିବାକୁ ସାତ ସପନ, ମୁଠା ଖାଇବାକୁ କି ଖଣ୍ଡେ ପିନ୍ଧିବାକୁ ପାଇଲି ନେଇଁ, ହଜାରେ ଥାଇ ମୋର କଣ ହବ? ନିଆଁ ଚୁଲି ଥାଇକରି କେତେ, ନ ଥାଇକରି କେତେ–? –ଆଛା କଥା, ପିଲାଙ୍କର ଆଜି ହତାଳିକା–ମୁଁ ତ…. –ନିଅ ମଉସା, ତମ ପାନଖିଆ ଖରଚ ନିଅ, କିଛି କିନାରା ନ କରିଦେଲେ ହବନି। ହାତ ପତେଇ ହରିବଡ଼'ପା ଦେଖିଲେ ସୁ'କି କି ଅଧୁଲି ନୁହେଁ, ପୁରା ପୂର୍ଣ୍ଣଚନ୍ଦ୍ର–ଖାଣ୍ଟି ଗୋଟିଏ ଟଙ୍କା। –ଆଚ୍ଛା, ଚାଲେ ଚାଲ, ଘରକୁ ଚାଲେ–ହାଟ ମଧ୍ୟରେ ବ୍ରହ୍ମଜ୍ଞାନ ଭଲ ନୁହେଁ। କିଏ କୋଉଠି ଆଖି କାନ ମେଲେଇ ସାରିବଣି। ସଦର ବାଟଟା ଉପରେ କଥା ହେବା କଣ–ଚାଲେ ଘରକୁ ଚାଲେ। ପ୍ରାୟ ଦଶ କଦମ ବାଟ ଘରଠଉଁ ହରିବଡ଼'ପା ବେଶି ବାହାରି ଆସିଥିଲେ, ଯାଉଣୁ ଆସୁଣୁ କୋଡ଼ିଏ କଦମ ଚାଲିଲେ। ଏଇଥି ଭିତରେ ଖୋସଣୀଟା ପୁରା ହୋଇ ଯାଇଚି, ଦୋପଇସି ନୁହେ–ତାର ଚଉଦ ପୁରୁଷ–ସଫଦ ଧଳା ଆଉ ପୁରା ଗୋଲ। –ଗୋବରା, ଗୋବରା, ଆରେ ଗୋବରା ଅଛୁକିରେ– ଗୋବରା ଓରଫ ଗୋବର୍ଦ୍ଧନ ପଡ଼ୋଶୀ ସଉରି ଦାସଙ୍କ ମଝିଆଁ ପୁଅ। ସମୟ ବଖତରେ ହରିବଡ଼'ପାଙ୍କ ଡାକହାକ ଶୁଣେ–ଲୁଣ, ତେଲ ପନିପରିବା ପଇସା ଦେଲେ ଆଣି ଯୋଗାଇ ଦିଏ। ଡାକ ଶୁଣି ଜଣେ ବର୍ଷିୟସୀ ଅନ୍ତରାଳରୁ ସଶଙ୍କ ତୁଣ୍ଡରେ କହିଲେ–ଗୋବରା ତ ନାଇଁ, ପାହାନ୍ତାରୁ ଫୁଲ ତୋଳିବାକୁ ଯାଇଚି ଯେ ଏତେବେଳେଯା ଆସିନି? କାମଟା ଅଟକିଲା ନି। ବେବର୍ତ୍ତା ଘର ବିଶି ପୂଜା ସଉଦା ଆଣିବା ପାଇଁ ଦୋକାନକୁ ଯାଉଥିଲା, ସଉଦାର ଚିଠା ଖଣ୍ଡିଏ ଲେଖି ବଡ଼ପା ଟଙ୍କାଟିକୁ ତା ହାତରେ ଧରେଇ ଦେଲେ। –ହଁ, କଣ ହେଲା ଅପନି–? ଅପନି କହିବ କହିବ ହଉଚି, ତା ଆଗରୁ ପୁଣି ବଡ଼ପା କହିଲେ– ଆଛା ଅପନି, ଦୁରୁଜାର ତ ସେ ଗୋଟିକ ବୋଲି ପୁଅ; ସେ କେମିତି ତତେ ତାକୁ ଦେଲା? –ସେଇ କଥା ତ, ପୁରିଆ ମତେ ତ ସେଇ କଥା କହିଲା। –ଆଛା, ୟାର କଣ କିଛି ଲେଖାପଢ଼ି ହେଇଚି? ସାକ୍ଷୀ କି ଭଦ୍ରଲୋକ କିଏ ସବୁ ଦସ୍ତଖତ ଦେଇଛନ୍ତି? –ଲେଖା ପୁଣି ପଢ଼ି, ସବୁ ତ ସେଇ ଚିଲାଆଖିଆ ଈଶରାର ଫନ୍ଦି। କଣ ଦଶ ବାର ଟଙ୍କା ଦୁରୁଜା ତାକୁ ଦେଲା,